ଦେଖିବାକୁ ଭାରି ମନହେଉଛି ତାକୁ। ଆଉ ତୋ ଶ୍ୱଶୁର-କେଉଁଠାରେ ଅଛନ୍ତି, ତୋ ପାଖରେ ନା କଟକରେ? ଅଳକା ଆସ୍ତେ ଆସ୍ତେ ମଥା ତୋଳିଲେ। କହିଲେ ବାପା ତୁମେ ଭାରି ସିଆଣା। ଏଆଡ଼ୁ ସେଆଡ଼ୁ କହି ମୋତେ ଭୁଲାଇ ଦେଉଛ। ମୁଁ ତୁମର କୌଣସି କଥାର ଉତ୍ତର ଦେବିନି। ତୁମେ ଆଗ କୁହ ବଡ଼ ଡାକ୍ତର ଆଣିବ କି ନାହିଁ? ଝିଅକୁ ଶାନ୍ତ କରିବାକୁ ଯାଇ ବୃଦ୍ଧ କହିଲେ, ଆଛା ହେଉ ଏଥର ତୋରି କଥା ଶୁଣିବ। ତୁ କିନ୍ତୁ ଆଉ ଏପରି କାନ୍ଦିବୁନି। ତୁ କାନ୍ଦିଲେ ମୁଁ ବି କାନ୍ଦିବି। ସେଉଠୁ ଟୁଲୁଟା ହସି ହସି ଗଡ଼ିବ। ମୋତେ ଲାଜ ଲାଗିବ। ଦେଖିଲୁ ମା' କେତେଟା ବାଜିଲା, ଟା ବାଜିବାକୁ ଆଉ କେତେ ସମୟ ବାକି। ଅଳକା ମୁଣ୍ଡ ବୁଲାଇ ଓ୍ୱାଲ କ୍ଲକ ଆଡ଼େ ଚାହିଁଲେ। ସାଢ଼େ ଚାରିଟା ବାଜିଲାଣି। ଇସ୍ ସମୟ କେତେ ଶୀଘ୍ର ଚାଲିଯାଉଛି। ଆଉ ବାପା ସମୟ ନେଇ କାହିଁକି ଏତେ ବ୍ୟସ୍ତ ତା ବି ବୁଝିପାରିଲେ। ଡାକ୍ତରଙ୍କ ଆସିବା ସମୟ ହେଲାଣି କି ନାହିଁ ଏଇଆ ବାପା ଜାଣିବାକୁ ଚାହୁଁଛନ୍ତି। ଆଉ ଦେଢ଼ ଘଣ୍ଟା ପରେ ଡାକ୍ତର ଆସିଯିବେ। ବାପାଙ୍କ ସ୍ନେହ ଶୀତଳ ଝରଣାରେ ସ୍ନାନ କରିଛନ୍ତି ଡାକ୍ତର। ସାରାଦିନ ପରେ ଶ୍ରାନ୍ତ ଓ କ୍ଳାନ୍ତ ଡାକ୍ତର ସଂଧ୍ୟାରେ ଆସି କିଛି ସମୟ ବୁଡ଼ି ରହିବେ ସେହି ଝରଣାରେ। ଈର୍ଷା ବୋଧକଲେ ଅଳକା। ଭାବିଲେ ଆମର ଅନୁପସ୍ଥିତିରେ ବାପାଙ୍କ ସ୍ନେହ ସିଂହାସନ ଶୂନ୍ୟ ରହିଲା। ସେଇ ସୁଯୋଗ ନେଇ ଡାକ୍ତର ହେଲେ ରଜା। ମନ ହେଲା ଅଶାନ୍ତ। କିନ୍ତୁ ସେ ବୁଦ୍ଧିମତୀ, ଜ୍ଞାନବତୀ, ସ୍ନେହମୟୀ ମଧ୍ୟ। ସଙ୍ଗେ ସଙ୍ଗେ ମନର ପରିବର୍ତ୍ତନ ଆଣିଲେ। ଭାବିଲେ ଆହା ବାପା କେଡ଼େ ଏକୁଟିଆ। ଭାଇମାନେ ଓ ମୁଁ ସମସ୍ତେ ରହିଲୁ ଦିଲ୍ଲୀରେ-। ବାପାଙ୍କ ପାଖରୁ କାହିଁ କେତେ ଦୂରରେ। ଭାଇମାନେ ଦାୟୀତ୍ୱସମ୍ପନ୍ନ ଚାକିରି କରନ୍ତି-। ସେମାନେ ସହଜେ ଆସିପାରିବେନି। ନୂଆବୋହୂମାନେ ପାଳିକରି ବାପାଙ୍କ ପାଖରେ ରହିବାକୁ କେତେ ମନ କରିଥିଲେ। ବାପା କିନ୍ତୁ ନାହିଁ କରିଥିଲେ, କହିଥିଲେ ତୁମେମାନେ ମୋ ପୁଅମାନଙ୍କ ପାଖରେ ଥିଲେ ମୁଁ କେତେ ଆନନ୍ଦ ପାଇବି। ସେମାନେ ସେଠି ରହିବେ ଆଉ ତୁମେମାନେ ଏଠି ରହିବ, ତା' ହୋଇପାରିବନି ମା'। ଲକ୍ଷ୍ମୀ, ସରସ୍ୱତୀ ପରି ଦୁଇବୋହୂ କାନ୍ଦି କାନ୍ଦି ଫେରିଥିଲେ। ବାପାତ ମନ୍ଦ କଥା କହିନଥିଲେ। ସ୍ୱାର୍ଥପର ପରି ନିଜ କଥା ନ ଭାବି ସେଇମାନଙ୍କର ସୁଖ ଚିନ୍ତା କରି ଏପରି କହିଥିଲେ। ସେମାନେ ମଧ୍ୟ ବାପାଙ୍କୁ ଭାରି ଭଲପା'ନ୍ତି। କେତେ ଫଳ ମୂଳ ମୋ ହାତରେ ପଠାଇଲେ, କେତେ କାନ୍ଦିଲେ। ଭାଇମାନେ କେତେ ଦୁଃଖ କଲେ। ସେମାନେ ଆସିବେ ଆଉ ଦୁଇମାସ ପରେ। ମୁଁ ରହିବି ଆଉ ପନ୍ଦର ଦିନ ମୋଟେ। ତାପରେ ଚାଲିଯିବି। ବାପା ମୋର ଏକୁଟିଆ। ଡାକ୍ତର ନ ଆସିଲେ ବାପା କ'ଣ କରନ୍ତେ,। କେତେ କଷ୍ଟ ପାଆନ୍ତେ। ଆହା ଡାକ୍ତର ଭଲ ଲୋକ। ଡାକ୍ତରମାନଙ୍କ ଯିବା ଆସିବାରେ କେତେ ହିସାବ ନିକାଶ। ଅଥଚ ତାଙ୍କର ସେ ସବୁ ନାହିଁ। ମୋ ବାପାଙ୍କୁ କେତେ ଭଲପାନ୍ତି। ଆଉ ମୋ ମନଟା କେତେ ଛୋଟ ଛି, ଛି ଇମ୍, ବହୁତ ବେଳ ହୋଇଗଲା। ଯାଏ ଦେଖେ ଭୀମ କୁଆଡ଼େ ଗଲା। ସେ ତ ଏଇକ୍ଷଣି ଆସିବେ-। କିଛି ଜଳଖିଆ କରିବାକୁ ପଡ଼ିବ। ଟୁଲ୍ଟାକୁ ସଫା କରିବାକୁ ପଡ଼ିବ। ସକାଳେ ଆଜି କେଡ଼େ ମଇଳା ଜାମା ପ୍ୟାଣ୍ଟ ପିନ୍ଧିଥିଲା। ଉଲ୍ ଆଉ କଣ୍ଟା ଦୁଇଟା ଯତ୍ନ କରି ଥୋଇଦେଇ ଚେୟାର ଉପରୁ ଉଠି ଠିଆହେଲେ। ମାଗାଜିନଟାରେ ଗୋଟିଏ କ'ଣ ଭଲ କଥା ଥିଲା ବୋଧହୁଏ, ସେଥିପାଇଁ ଲକ୍ଷ୍ୟ କରିନାହାନ୍ତି ବୃଦ୍ଧା କନ୍ୟା ତାଙ୍କର ହାତ ଦୁଇଟି ବୁଣାରୁ ବନ୍ଦ କରି କେତେବେଳୁ ଅନ୍ୟମନସ୍କା ହୋଇ ବସିଛନ୍ତି। ଟେବୁଲ୍ ଉପରେ ଉଲ୍ବୁଣା କଣ୍ଟାର ଠୁକ୍ଠାକ ଶବ୍ଦ ଶୁଣି ଆଖି ତୋଳି ଝିଅଆଡ଼େ ଚାହିଁ କହିଲେ-ଉଠିଲୁ ମା'? ଦେଖତ କେତେଟା ବାଜିଲା। ଡାକ୍ତରର ଆସିବା ବେଳ ହେଲାଣି। ଅଳକା ହସିଲା ମୁକ୍ତାଝରା ହସ। କହିଲେ-ବାପା ତୁମର ଏ ଡାକ୍ତରଙ୍କ ପ୍ରତି ସ୍ନେହ ଦେଖି ମୋର ଈର୍ଷାହେଉଛି। ବୃଦ୍ଧ ହସିଲେ, କହିଲେ-ମିଛ କଥା, ମୋ ଝିଅ କାହାକୁ ହିଂସା କରେନି। ମୋ ଝିଅ କୋଟିକରେ ଗୋଟିଏ। ଅଳ୍ପ ସମୟ ଆଗର କଥା ଭାବି ଅଳକା ମନେ ମନେ ଲାଜ ପାଇଲେ।